ତମେ ତମରି କଥାଟି ଦେଖ। ସତ୍ୟ ପଥରେ ଚାଲିଲେ ଇମିତି ଟିକିଏ ବାଧା ଆସେ। ପ୍ରଥମେ ପ୍ରଥମେ ଇମିତି କାମ କଲାବେଳେ ଅଡ଼ୁଆ ଲାଗେ। କିଛି ଦୂର ଆଗେଇ ଯାଅ, ଦେଖିବ କିମିତି ଭଲରେ ରହିବ। ସ୍ତ୍ରୀଙ୍କୁ ବୁଝାଅ, ପିଲାଙ୍କୁ କହ—ସତ୍କର୍ମରେ ଯେଉଁ ଆୟ ହୁଏ ତାହା କେତେ ମିଠା, ରୁଚିକର। '' ଏହା କହି ସେ ଖଣ୍ତିଏ କାଗଜରେ ଲେଖିଦେଲେ—'ଲକ୍ଷ୍ୟ ଠିକ୍ ଥିଲେ ନିର୍ଭୟ ହୁଅ'। ଲୋକଟି ଘରକୁ ଫେରିଆସିଲା। ଝଡ଼ଝଞ୍ଜା ଭିତରେ ଆଗେଇଗଲା ସେ। ଶେଷରେ ସେ ଜଗତ୍ପୂଜ୍ୟ ହେଲା। ତେଣୁ ଆତ୍ମନିର୍ଭର ହୁଅ। ଜାଣିରଖ ଯେ ତମର ଲକ୍ଷ୍ୟ ଠିକ୍ ଥିଲେ ତୁମେ ନିଶ୍ଚୟ ଶେଷରେ ବିଜୟୀ ହେବ। କଷଟି ପଥର ଏ ବିରାଟ ଦୁନିଆରେ କେତେଭଳି ଲୋକ ଅଛନ୍ତି। ହେଲେ ଭଲ ଓ ମନ୍ଦ ଦିଓଟି ଜିନିଷ ଦିନରାତି ଭଳି ଲାଗି ରହିଛି। ସମସ୍ତେ ଚାହାନ୍ତି, ତମେ ବି ଚାହୁଁଥିବ, ଖାଲି ସୁଖ ମିଳନ୍ତା କି? ପରୀକ୍ଷା ବନ୍ଦ ହୁଅନ୍ତା କି? ମନ ଯାହା ପାଇବାକୁ ଇଚ୍ଛା କରୁଥାନ୍ତି, ସବୁ ମିଳନ୍ତା କି? ନିଜ ଇଚ୍ଛା ଅନୁଯାୟୀ ଜିନିଷଟି ନ ମିଳିଲେ ଦୁଃଖ ଓ ଅଶାନ୍ତି। ପାଠ ପଢ଼ି ଘରକୁ ଫେରିଲେ ମାଆ ଜଳଖିଆ ନଦେଲେ କେତେ ରାଗ। ସିମିତି କୁଆଁର ପୁନେଇଁରେ ଜାମାପଟା ନହେଲେ କେତେ କାନ୍ଦୁଥାଅ, ନିଜ ଇଚ୍ଛାର ଜିନିଷ ନ ପାଇଲେ ମନରେ ବଡ଼ ଦୁଃଖ ହୁଏ। ସତ କଥା। ତେବେ ଏଇ ଦୁଃଖଟିକୁ ଦୂର କରିବାର ଉପାୟ ରହିଛି। କିମିତି ଜାଣିଛ? ଥରେ ଦେଖିଲ, ତମ ସାଙ୍ଗରେ ଯେଉଁ ଗରିବ ପିଲାଟି ପଢ଼ୁଚି, ନ ହେଲେ ରାସ୍ତା ଧାରାରେ ଯେଉଁ ଦୁଃଖୀ ରଙ୍କିଟି ଫୁଙ୍କା ଦେହରେ ପଡ଼ିଛି, ତା'କଥା ଭାବିଲ ଦେଖି। ବହୁବର୍ଷତଳେ ବୁଦ୍ଧଦେବ ଜନ୍ମଗ୍ରହଣ କରିଥିଲେ। ରଜାପୁଅ, ଘରଦ୍ୱାର, ସୁନ୍ଦରୀ ସ୍ତ୍ରୀ, ରାଜଗାଦି ଛାଡ଼ି ଏହି ଦୁଃଖ ଦାଉରୁ କିପରି ରକ୍ଷା ମିଳିବ, ସେ କଠିନ ତପସ୍ୟା କରି ଜଗତରେ ଏକ ଆଲୋକ ଦେଖାଇ କହିଛନ୍ତି—ବାସନା ନିବୃତ୍ତି କଲେ ଶାନ୍ତି, ସୁଖ, ମିଳିବ। ମନର ଇଚ୍ଛାକୁ ଯଦି ମନରୁ କାଢ଼ିଦିଅ, ମନକୁ ବୁଝାଇ ଦିଅ, ତେବେ ସବୁକାମ ଶେଷ। ଜାଣିରଖ 'ମନ' ହେଲା ଅସଲ ଜିନିଷ। ମନକୁ ଯଦି ଦଉଡ଼ାଇ ଦେବ ତେବେ ମନ ତୁମକୁ କୁଆଡ଼େ ପକାଇ ଦେବ—ସେ ପାଗଳ ହାତୀ। ମନକୁ ଯଦି ଦୃଢ଼ କରିବ ତମେ ସବୁ କାମରେ ଜୟ କରି ପାରିବ। ହଉ ଗୋଟିଏ ଗପ ଶୁଣ। ଗୋଟିଏ ରାଇଜ ଥାଏ ଯେ ତହିଁରେ ପାଞ୍ଚଜଣ ପାତ୍ରମନ୍ତ୍ରୀ। ଧର ତାଙ୍କ ନାଁ କାନ, ନାକ, ଜିଭ, ଆଖି ଓ ହାତ। ଥରେ ଏମାନଙ୍କ ଭିତରେ ଝଗଡ଼ା ହେଲା। କାନ କ'ଣ କଲାକି ଏମାନଙ୍କ ଭିତରୁ ବର୍ଷକ ପାଇଁ ବାହାରକୁ ଚାଲିଯାଇ ଫେରିଆସି ପଚାରିଲା–''ହଇହୋ, ତମେ ସବୁ କିପରି ଅଛ? ମୁଁ ତ ଯାଇଥିଲି। '' ସେମାନେ କହିଲେ, ''ଶୁଣିବା ଶକ୍ତି ନଥିବା ଅନେକ ଲୋକ ଅଛନ୍ତି, ତେଣୁ ଅସୁବିଧା କ'ଣ? '' ଆଖି ବର୍ଷକ ପାଇଁ ବାହାରକୁ ଯାଇ ଫେରିଆସି କହିଲା—''ହଇ ହୋ, ମୁଁ ନଥିଲି, ତମେସବୁ ବଞ୍ଚିଲ କିପରି? '' ସେମାନେ କହିଲେ–''ପାଗଳ ନା କ'ଣ? ଆଖି ନଥିବା ଲୋକ ଅନେକ ଅଛନ୍ତି। କାହିଁ କିଛିତ ଅସୁବିଧା ହେଲା ନାହିଁ। '' ଜିଭ ସିମିତି ଗଲା, ଫେରିଆସି ପଚାରିବାରେ ଏମାନେ କହିଲେ, ''ଜିଭ ନଥିବା ଅନେକ ଲୋକ ଅଛନ୍ତି, ତେଣୁ ଅସୁବିଧା କ'ଣ? '' ନାକ ଓ ହାତ ସେମିତି ବର୍ଷକ ପାଇଁ ବାହାରକୁ ଯାଇ ପଚାରିବାରେ ଅନ୍ୟମାନେ କହିଲେ—''ତମେ ନ ଥିଲେ କ'ଣ ହେଲା, ଆମେସବୁ ସୁଖରେ ଅଛୁଁ-। '' ତା'ପରେ ମନ-ପ୍ରାଣ କହିଲା ମୁଁ ଯାଏଁ। ମନ-ପ୍ରାଣ ଗଲାବେଳେ ସବୁ ମଉଳିଗଲେ। ସେଇଠୁ ଠିକ୍ ହେଲା ଯେ ପ୍ରାଣ ହିଁ ଦେହ ଉପରେ ରାଜା। ଏହି ପ୍ରାଣକୁ ମନ ବୋଲି କୁହାଯାଏ। ଏହି ମନକୁ ଦୃଢ଼ କଲେ ବହୁ ଅସମ୍ଭବ ସମ୍ଭବ ହୋଇପାରିବ। ତେବେ ମନକୁ ଟ୍ରେନିଂ ଦେବା ଦରକାର। ଯେମିତି ଘୋଡ଼ା ବା ବଳଦକୁ ମଣ କରାଯାଏ, ମନକୁ ସିମିତି ଭଲ ମାର୍ଗରେ ପରିଚାଳିତ କରିବା ଦରକାର। ଏଇ ମନଟି ଭଲ ଓ ମନ୍ଦ ପଥରେ ଚାଲେ। ମନ୍ଦ ରାସ୍ତାରେ ଚାଲିବାକୁ ଆଗଭର ହୁଏ। ହେଲେ ଝୁଣ୍ଟିପଡ଼ିବାର ଭୟ ବେଶି। ଦୁଃଖକୁ କିଣିବାକୁ ହେଲେ ଭଲ ରାସ୍ତାଧରି ଯିବାକୁ ପଡ଼େ।ସେ ଦୁଃଖ ହେଉଛି କଷଟି ପଥର। ଦୁଃଖକୁ ଜୟ କରିବ କିପରି?